ଆଭିଜାତ୍ୟପୂର୍ଣ୍ଣ ପ୍ରେକ୍ଷାଳୟ ଭାବରେ ଏହି ପ୍ରେକ୍ଷାଳୟ ସାରା ଜର୍ମାନୀରେ ପ୍ରସିଦ୍ଧ। ଏହି ବିରାଟ ପ୍ରେକ୍ଷାଳୟରେ ଫରାସୀ ଯନ୍ତ୍ର ସହିତ ମିଉନିକ୍ ତଥା ଜର୍ମାନୀର ଶ୍ରେଷ୍ଠ ଚେସ୍ ଖେଳାଳୀ ରିଜେନବର୍ଗ ଖେଳିବା ଠିକ୍ ହୋଇଥାଏ। ରିଜେନ୍ବର୍ଗ ଭେର୍ନନ୍ଙ୍କ ଯନ୍ତ୍ର ସହିତ ଏଥି ପୂର୍ବରୁ ଖେଳି ପରାସ୍ତ ହୋଇ ସାରିଥାନ୍ତି। ଫରାସୀ ଯନ୍ତ୍ର ସହିତ ଖେଳି ଜର୍ମାନୀର ସମସ୍ତେ ପରାସ୍ତ ହୋଇ ସାରିଲେଣି, କେବଳ ସେ ଏକମାତ୍ର ବାକି ଥାନ୍ତି। ତାଙ୍କୁ ହରାଇ ସାରିଲେ ଫରାସୀ ଯନ୍ତ୍ର ପୃଥିବୀରେ ଶ୍ରେଷ୍ଠତମ ଚେସ୍ ଖେଳାଳୀର କୃତିତ୍ୱ ଅର୍ଜନ କରିବ। ଠିକ୍ ସନ୍ଧ୍ୟା ସାତଟାରେ ଖେଳ ଆରମ୍ଭ ହେବା କଥା। ନିମଫେନବର୍ଗ କାସ୍ଲ୍ର ବିରାଟ ପ୍ରେକ୍ଷାଳୟ ଉଜ୍ଜ୍ୱଳ ଆଲୋକରେ ଦିନଭଳି ଉଦ୍ଭାସିତ। ପ୍ରେକ୍ଷାଳୟଟି ଲୋକାରଣ୍ୟ। ମିସେସ୍ ଭେର୍ନନ୍ ଖେଳଠାରୁ ଅଳ୍ପ ଦୂରରେ ବସିଥାନ୍ତି। ଖେଳ ଆରମ୍ଭ ହେଲା। କି ଚମତ୍କାର ସେ ଖେଳ! ଦୁଇ ପକ୍ଷର ଖେଳ ଚାଳନା ଖୁବ୍ ଉଚ୍ଚକୋଟୀର। ମିସେସ ଭେର୍ନନ୍ଙ୍କ ତୀକ୍ଷଣ ଦୃଷ୍ଟି ଯନ୍ତ୍ରର ଖେଳ ପରିଚାଳନା ଉପରେ। ଅଧ୍ୟାପକ ଭେର୍ନନ୍ଙ୍କ ଯନ୍ତ୍ର ଯେତେ ଶୀଘ୍ର ଖେଳିପାରୁ ଥିଲା, ଏ ଯନ୍ତ୍ରର ସେ କ୍ଷିପ୍ରତା ନାହିଁ। ସାଧାରଣ ମଣିଷ ଜଣେ ଯେମିତି ଖେଳିବ ଏ କିଛି ତା'ଠାରୁ ଅଧିକ ନୁହେଁ। ପୁଣି ଯନ୍ତ୍ରର ଖେଳରେ ଭୁଲ ଯେ ନ ହେଉଥାଏ ତା ନୁହେଁ। ରିଜେନବର୍ଗ ପ୍ରାୟ ଅଧଘଣ୍ଟାଏ ଖେଳିବା ପରେ ହାରିଗଲେ। କିନ୍ତୁ ଖେଳଟା ମିସେସ ଭେର୍ନନ୍ଙ୍କ ଆଶାନୁରୂପ ହେଲାନି। ଚେସ୍ ଖେଳାଳୀ ଯନ୍ତ୍ରକୁ ସେ ଯେମିତି ଖେଳିବାକୁ ଆଶା କରୁଥିଲେ, ସେମିତି ଖେଳିପାରୁ ନ ଥିବା ଦେଖି ମିସେସ ଭେର୍ନନ୍ ଆଶ୍ଚର୍ଯ୍ୟାନିତ ହେଉଥିଲେ। ବେଳେବେଳେ ତାଙ୍କ ମନ ସନ୍ଦେହ ଗାଢ଼ ଛାୟାରେ ଆଚ୍ଛାଦିତ ହୋଇଯାଉଥାଏ। ଖେଳ ସରିବା ପରେ ଉପସ୍ଥିତ ଦର୍ଶକମାନଙ୍କ ଭିତରୁ କେତେକ ଯେତେବେଳେ ଫରାସୀ ଚେସ୍ ଖେଳାଳୀ ଯନ୍ତ୍ରକୁ ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀ ବୋଲି ଘୋଷଣା କରିବାକୁ ଯାଆନ୍ତି, ସେତେବେଳେ ଜନତା ଭିତରୁ ପାଟି ଉଠିଲା, 'ତା କଦାପି ହୋଇ ନ ପାରେ। ଜର୍ମାନୀର ସବୁ ଖେଳାଳୀ ହାରିଗଲେ ବି ମିଉନିକର ଅଦ୍ୱିତୀୟ ଚେସ୍ ଖେଳାଳୀ ଯନ୍ତ୍ର ଏବେ ବି ଭେର୍ନନ୍ଙ୍କ ଗବେଷଣାଗାରରେ ରହିଛି। ଫରାସୀ ଯନ୍ତ୍ର ଜର୍ମାନୀ ଯନ୍ତ୍ରକୁ ପରାସ୍ତ ନ କଲା ପର୍ଯ୍ୟନ୍ତ ଏହା ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀର ଗୌରବ ଅର୍ଜନ କରି ନ ପାରେ। ନାନା ତର୍କବିତର୍କ ପରେ ସିଦ୍ଧାନ୍ତ ହେଲା ଯେ ଫରାସୀ ଯନ୍ତ୍ରକୁ ଭେର୍ନନ୍ଙ୍କ ଯନ୍ତ୍ର ସହିତ ଖେଳିବାକୁ ପଡ଼ିବ। ଏହି ଯନ୍ତ୍ର ଯଦି ଭେର୍ନନ୍ଙ୍କ ଯନ୍ତ୍ରକୁ ଚେସ୍ ଖେଳରେ ହରାଇ ଦେଇପାରେ, ତେବେ ଏହା ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳୀର ଗୌରବ ଅର୍ଜନ କରିବ। ଉଣେଇଶହ ପଞ୍ଚଷଠି ମସିହା ଜୁଲାଇ ମାସ ସତର ତାରିଖ ଦିନ ଏହି ଐତିହାସିକ ଖେଳ ଦୁଇ ଯନ୍ତ୍ର ମଧ୍ୟରେ ଚାଲିବା ସ୍ଥିର ହେଲା। ଯେଉଁ ଦିନ ଏହି ଖବରଟି ଖବରକାଗଜଗୁଡ଼ିକର ସମ୍ମୁଖ ପୃଷ୍ଠା ଅଳଙ୍କୃତ କଲା, ସେଦିନ ଇଉରୋପ ତଥା ଆମେରିକାର ଚହଳ ଅବିସ୍ମରଣୀୟ। ଅଲଗା ଅଲଗା ଭାବରେ ପୃଥିବୀର ଶ୍ରେଷ୍ଠ ଚେସ୍ ଖେଳାଳୀର କୃତିତ୍ୱ ଅର୍ଜନ କରିଥିବା ଦୁଇଟି ଯନ୍ତ୍ର ଭିତରେ ଯେଉଁ ପ୍ରତିଯୋଗୀତାମୂଳକ ଖେଳ ଚାଲିବ, ସେ ଖେଳକୁ ବାନ ଦେଖିବ କିଏ? ଦିନକୁ ଦିନ ଦୁଇ ଯନ୍ତ୍ର ମଧ୍ୟରେ ହେବାକୁ ଯାଉଥିବା ଚେସ୍ ଖେଳକୁ ଦେଖିବା ପାଇଁ ଦର୍ଶକମାନଙ୍କୁ ସୁବିଧା ଦେବାଲାଗି ଏହି ଖେଳରୁ କର୍ମକର୍ତ୍ତାମାନଙ୍କ ଉପରେ ଏତେ ଚାପ ଆସି ପଡ଼ିଲା ଯେ ପ୍ରଥମରୁ ଠିକ୍ ହୋଇଥିବା ସ୍ଥାନ ନିମଫେନବର୍ଗ କାସଲକୁ ପରିବର୍ତ୍ତନ କରି ମିଉନିକ୍ ବିଶ୍ୱବିଦ୍ୟାଳୟର ସୁବିସ୍ତୃତ ଷ୍ଟେଡିୟମରେ ଏହି ଖେଳ ହେବା ସ୍ଥିର ହେଲା ତା ଛଡ଼ା ପୃଥିବୀର ବିଭିନ୍ନ ଖବରକାଗଜ, ପ୍ରେସ, ରେଡିଓ, ଟେଲଭିଜନ ପ୍ରତିନିଧିମାନଙ୍କୁ ଯଥାଯଥ ସ୍ଥାନ ଦେବା ପାଇଁ ଜର୍ମାନ ସରକାର.